ରାତି ଅଧ ସରିକି ତଳେ ଖସ୍ଖସ୍ ଶବ୍ଦ ଶୁଣାଗଲା। ସେ ଚାହିଁ ଦେଖିଲେ ଯେ, ଗୋଟାଏ ମସ୍ତବଡ଼ ସିଂହ ତାଙ୍କ ଘୋଡ଼ାଟାକୁ ବେକରୁ କାମୁଡ଼ି ଧରି ଖୁବ ଜୋରରେ ଧାଇଁଛି-ବିଲେଇ ମୂଷାଟାଏ ମୁହଁରେ କାମୁଡ଼ି ଧରି ଯେପରି ଦଉଡ଼େ। କେବଳ ସେତିକି ନୁହେଁ, ତା' ପଛେ ପଛେ ଆଉ ଗୋଟାଏ ସିଂହ ବି ରହିଛି। ଦୁଲୀପ ରାୟ ବସିଥିବା ଗଛତଳେ ସିଂହ ଘୋଡ଼ାଟାକୁ ରଖିଲା। ଦୁହେଁଯାକ ମନମଉଜରେ ତାକୁ ଖାଇବାରେ ଲାଗିଗଲେ। ଦୁଲୀପଙ୍କୁ ହଠାତ୍ ଗୋଟାଏ ବୁଦ୍ଧି ଦେଖାଗଲା। ସେ ଗଛ ଡାଳରେ ନିଜ ଦେହକୁ ଖୁବ୍ ଜୋରରେ ବାନ୍ଧିଦେଲେ। ତା'ପରେ ଦଉଡ଼ା ଫାଶକୁ ଏପରି ବୁଲାଇ ପକାଇଦେଲେ ଯେ, ଫାଶଟା ବଡ଼ ସିଂହ ବେକରେ ଗଳିଗଲା। ଉପରୁ ଟଣା ଯିବାରୁ ସାଙ୍ଗେ ସାଙ୍ଗେ ଫାଶଟା ଜାକି ହୋଇଗଲା-। ସିଂହ ଅଣନିଃଶ୍ଵାସୀ ହୋଇ ଗର୍ଜନ ଛାଡ଼ିଲା ଓ ବାଡ଼େଇକଚାଡ଼ି ହେଲା। ଅନ୍ୟ ସିଂହଟା ସାଙ୍ଗର ହଠାତ୍ ଏପରି ଅବସ୍ଥା ଦେଖି ଥକା ହୋଇଗଲା। ସେ ଆଉ ଖାଇବ କଅଣ? ବନ୍ଧନରେ ପଡ଼ିଥିବା ସିଂହଟା ମଧ୍ୟ ପ୍ରାଣବିକଳରେ ତାକୁ ଦୁଇ ଚାରି କାମୁଡ଼ା ଦେଲା ଓ ଆଗ ଗୋଡ଼ ପଞ୍ଝାରେ କେତୁଟା ପାହାର ବସାଇ ଦେଲା। ସେ ସିଂହ ମନରେ କଅଣ ଭାବି ସେଠାରୁ ଜୋରରେ ଦଉଡ଼ି ପଳାଇଗଲା। ବଡ଼ ସିଂହଟା ବହୁ ସମୟ ବାଡ଼େଇ କଚାଡ଼ି ହୋଇ ଆଲିଜା ଦେଇ ସେଠାରେ ପଡ଼ିରହିଲା। ରାତି ପାହିଲା, ଦୁଲୀପ ଗଛରୁ ଓହ୍ଲାଇ ପାଖ ଗାଁ ଭିତରକୁ ଗଲେ। ସେଠାରୁ କେତେକ ଲୋକଙ୍କୁ ଡାକିଆଣି ସିଂହର ଚାରି ଗୋଡ଼ ଭଲ ରୂପେ ବାନ୍ଧି ପକାଇଲେ। ଗାଡ଼ିରେ ଲଦି ରାଜନଅରକୁ ଆଣିଲେ। ରାଜା ସିଂହର ଏ ଦଶା ଦେଖି ଜାଣିଲେ ଯେ, ଦୁଲୀପଙ୍କର ସାହସ ଯେପରି, ବଳ ମଧ୍ୟ ସେହିପରି ଖୁବ୍ ବେଶୀ। ତାଙ୍କୁ ଆଉ ପ୍ରାଣଦଣ୍ଡ ଦେବେ କଅଣ; ସୈନ୍ୟର ବଡ଼ ପାହିଆରେ ରଖାଇ ଦେଲେ। ତାଙ୍କର ''ରାୟ'' ପଦବୀ ବଦଳାଇ ''ସିଂହ'' ଉପାଧି ଦେଲେ-କାରଣ ସେ ସିଂହକୁ କାବୁ କରି ପକାଇଛନ୍ତି। ଡାକ୍ତର ଲିଭିଂଷ୍ଟୋନ ସାହେବ ନିଜ ଜୀବନଟାଯାକ ଦକ୍ଷିଣ ଆଫ୍ରିକା ଜଙ୍ଗଲରେ କଟାଇଥିଲେ। ଜଙ୍ଗଲ ଭିତରେ କେଉଁଠି କଅଣ ଅଛି, ସେଠା ମଣିଷ କିପରି, ପଶୁପକ୍ଷୀ କେତେ ରକମର ଅଛନ୍ତି-ଏହି ବିଷୟସବୁ ଜାଣିବାକୁ ସେ ବଣର ଅନ୍ଦିକନ୍ଦି ବୁଲୁଥିଲେ। ତାଙ୍କ ସଙ୍ଗରେ ସେହି ବଣର ଗୁଡ଼ିଏ ଚାକର ସବୁବେଳେ ରହିଥାନ୍ତି। ସାହେବ ଥରେ ବଣ ଭିତରେ ଗୋଟିଏ ପାହାଡ଼ ଉପରେ ଚଢ଼ୁଛନ୍ତି-ପଛକୁ ଚାହିଁ ଦେଖିଲେ ଯେ, ଗୋଟାଏ ମସ୍ତବଡ଼ ସିଂହ ତାଙ୍କୁ ଲକ୍ଷ୍ୟ କରି ଦଉଡ଼ୁଛି। ଆଉ କୁଆଡ଼େ ପଳାଇ ଯିବାର ଉପାୟ ନାହିଁ। ହାତରେ ଯେଉଁ ବନ୍ଧୁକ ଅଛି, ତାହା ଅତି ସାନ-ଚଢ଼େଇ ମାରିବା ବ୍ୟତୀତ ସେଥିରେ ଆଉ କିଛି ହେବ ନାହିଁ। ସିଂହ ଆସି ଅଳ୍ପ ଦୂରରେ ହୋଇଗଲାଣି। ସେ ସ୍ଥିର ଜାଣିଗଲେ ଯେ, ଏଇ ମୁହୂର୍ତ୍ତରେ ହିଁ ସିଂହ ପେଟ ତାଙ୍କ ଘର ହେବ। ସାହେବ ଆଗକୁ ଚାହିଁ ଦେଖିଲେ; ପାହାଡ଼ ଦେହରେ ଗୋଟାଏ ବଡ଼ ଖାଲ ଅଛି। ଖାଲଟା ଏତେ ଗହୀର ଯେ, ତା'ର ତଳ ଦେଖାଯାଉନାହିଁ। ସେ ସେଇଠାରେ ଗୋଟାଏ ବୁଦ୍ଧି କଲେ। ନିଜ ଦେହରୁ ଜାମା ଓ ମୁଣ୍ଡରୁ ଟୋପିଟି କାଢ଼ି ପକାଇଲେ। ବନ୍ଧୁକ ଦେହରେ ଜାମା ଓ ଅଗରେ ଟୋପିଟି ପିନ୍ଧାଇ ଦେଇ ତାକୁ ଦୁଇ ହାତରେ ଉପରକୁ ଟେକି ଧଇଲେ। ସେ ନିଜେ ସେଠାରେ ମୁହଁମାଡ଼ି ଶୋଇପଡ଼ିଲେ। ସିଂହ ସେ ଟୋପି ଓ ଜାମାକୁ ଦେଖି ମଣିଷ ବୋଲି ଭାବିଲା। ତାକୁ ଲକ୍ଷ୍ୟକରି ଖଣ୍ଡଦୂରରୁ ଖୁବ୍ ଜୋରରେ କୁଦା ମାରିଲା। ସେହି କୁଦାରେ ଆଖିର ପଲକ ମାତ୍ରକେ ବନ୍ଧୁକ ସହ ସେ ଯାଇ ଆଗରେ ଥିବା ଖାଲ ଭିତରେ ପଡ଼ିଗଲା। ଗୋଟାଏ ଭାରୀ ଜିନିଷ ପଡ଼ିବାଭଳି ଯାହା ଶବ୍ଦ ହେଲା, ସେତିକି-ସିଂହର ଆଉ ପତ୍ତା ମିଳିଲା ନାହିଁ। ସାହେବ ଉଠି ନିଜ ତମ୍ବୁକୁ ଫେରିଆସିଲେ। ଭୀମସିଂହ ବିଗୁଲଦ। ସୈନ୍ୟଫଉଜରେ ରହି ବିଗୁଲ୍ ବଜାଇବା ତା'ର କାମ। ଥରେ ସୈନ୍ୟଫଉଜଙ୍କ ତମ୍ବୁ ଗୋଟାଏ ବଣ ପାଖରେ ପଡ଼ିଲା। ସୈନ୍ୟମାନେ ଖାଇପିଇ ତମ୍ବୁ ଭିତରେ ଖେଳରେ ଲାଗିଗଲେ। ଭୀମ ସିଂହ ତାଙ୍କ ସଙ୍ଗରେ ନ ରହି ଏକାକୀ ବଣ ଭିତରକୁ ଚାଲିଗଲା। ଗୋଟିଏ ସୁବିଧା ଜାଗାରେ ବସି ମନଇଚ୍ଛା ମଦ ପିଇଲା। ଶେଷକୁ ତା'ର ଆଉ ଚେତା ରହିଲା ନାହିଁ। ସେହି ସମୟରେ ଗୋଟାଏ ବଡ଼ ସିଂହ ଆସି ସେଠାରେ ପହଞ୍ଚିଲା। ସେ ଶିକାର ଖୋଜି ବାହାରିଥିଲା। ବେଶୀ ବାଟ ଯିବାକୁ ପଡ଼ିଲା ନାହିଁ କି କିଛି ପରିଶ୍ରମ କରିବାକୁ ହେଲା ନାହିଁ-।